ହଁ, ମୁହଁରେ ନ କହିବ ପେଟରୁତ ଆଉ ଭା'ର କରି ଦବନି-। ତା' କିନ୍ତୁ ଭଲକଥା ନୁହେଁ ନରୀ, କହିବତ ଆଗରୁ ଗୋଟା କିନରା କରିଦେବି। ମୁଁ କିଛି ପଞ୍ଚୁଆର ନଷ୍ଟ କରିଦବାପାଇଁ କହୁନି। ସେ ଯେମିତି ଦୁନିଆରେ ଚେରମାଡ଼ି ରହିଲା–ତମେ ବି ସେମିତି ରହିବ-। ଯିଏ ଜଣକୁ କୂଳରେ ନଗେଇଲା, ସିଏ ଆଉଜଣକୁ ଯେ ଭସେଇ ଦବ, ୟା ତ କିଛି ସୁନ୍ଦର କଥା ହବନି ସଂସାର ଆଖିରେ। ଆଉ କେତୁଟା ଦିନ ବା ରହିବା, ଏତେ ଛିଦ୍ରମରେ, ଫାଇଦା କଣ ନରି-। କି, ତୁନି ହେଇ ରହିଲ ଯେ। କ–କ–ମୁଁ ତୋ ମନ କଥା ବୁଝୁଚି– ନରୀପୃଷ୍ଟି ଦେଖିଲା ମାହାନ୍ତି କିଛି ଖରାପ କଥା କହୁନା'ନ୍ତି ବରଂ ମୁଁ ଯେଉଁଥିପାଇଁ ଘାଣ୍ଟି ହେଇ ମନେ ମନେ ମରୁଚି ତାରି ଉପାୟଟା କଥାରେ ତାଙ୍କର ଫୁଟି ପଡ଼ୁଚି। କିଛି ସମୟ ବିଚାରି ବସିଲା... ଭାବିଲା ସହଜ କଥା ନୁହେଁ– ଶୀକାରଟା କଣ ଏତେ ସହଜରେ ଆଉ ହାତଛଡ଼ା ହୋଇଯିବ! ନରୀର ଏ ନୀରବତା ଦେଖି ବନ୍ଧୁ ପୁଣି ଦି କଥା ଖର୍ଚ୍ଚ କରିଦେଲେ। –ଆଚ୍ଛା ନରୀ ତମର ମକଦ୍ଦମାରେ ସମୁଦାୟ ପରା ଦି'ହଜାର ଟଙ୍କା ଖର୍ଚ୍ଚ ହେଲା! ଓହୋ, ଦି' ହଜାର କିଛି କମ୍ କଥା ନୁହେଁ। ଜଣକ ଜମିଲାଗି ଆଉ ଜଣେ ଶୁଖିଲାଟାରେ ପଡ଼ି ବୁଡ଼ି ମରୁଚି– ଦି' ହଜାର–ନିଅ ଖାତାଟା ଦେଖନି, କହି ନରୀପୁଷ୍ଟି ଖାତାଟା ବଢ଼େଇ ଦେଲା ମାହାନ୍ତିଙ୍କ ହାତକୁ। ମାହାନ୍ତିଏ ମନେ ମନେ ଭାବିଲେ, ଏଇଟା ଖାତା ନୁହେଁ ଲଗାମ୍, ଟିକେ ଜୋର୍ କରି ଧରିବା ଦରକାର। ଖାତାଟା ଧରି ଓକିଲର ଆଇନ ବହି ଦେଖାଠାରୁ ଯେମିତି ଡବଲ ମୁଣ୍ଡ ଖଟେଇ ତାକୁ ଦେଖିଲେ। ତା' ପରେ କହିଲେ– ଜାଣିଲୁ ନରୀ, ଚାଣକ୍ୟ ପଣ୍ଡିତ କହିଚନ୍ତି, ଏ କିଛି ନୂଆ କଥା ନୁହେଁ। ଅନ୍ୟ ଲୋକ ତମ ପ୍ରତି ଯେପରି ବ୍ୟବହାର କରିବ, ତମେ ତା' ପ୍ରତି ଠିକ୍ ସେହିପରି ବ୍ୟବହାର କରିବ। ଶାସ୍ତ୍ର କହିଚି– ଶଠେ ଶାଠ୍ୟଂ ସମାଚରେତ୍। –କଣ କରିବି କହିଲ ମଉସା, ପଞ୍ଚୁଆ ଭାଇ ସାଙ୍ଗରେ ତ ମୁଁ ଧପ୍ପାବାଜି କରିପାରିବି ନାଇଁ– ଓଲୁ, ଧପ୍ପାବାଜି କାହାକୁ କହନ୍ତି, ଉଦଣ୍ଡରା' ଯେ ଆସି ପଞ୍ଚୁଆ ପାଇଁ ଠେଙ୍ଗା ଧରି ନଢ଼ିଲା, ଏଇଟା କଣ ଦଖଣ୍ଡରା' ସାଙ୍ଗରେ ତା'ର ହେଲା ଧପ୍ପାବାଜି। ଏଇଟା ନୀତି। ଧର୍ମ୍ମ। ସଂସାରରେ ରହିବାକୁ ହେଲେ, ଭୂଇଁରେ ଗୋଡ଼ ନଗେଇ ଚାଲିବାକୁ ହେଲେ, ଛାଡ଼ ସବୁକଥା, ଛୁଆ ପିଲା ଧରି ବଞ୍ଚିବାକୁ ହେଲେ, ୟା' କରିବାକୁ ହବଇ ହବ। ତୋର ତ ପୁଣି ହକ୍ ହଉଚି। ମୁଣ୍ଡ ଝାଳ ଗୋଡ଼ରେ ମାରି ଖଟି ଖଟି ଦି'ପଇସା ଅର୍ଜନ କରି ରଖିଚ। ତାକୁ ନବାତ ଧପ୍ପାବାଜି ହେଲାନି, ନ ନେଲେ ଆଉରି ହବ–ଅନ୍ୟାୟ। ପିଲାଛୁଆଙ୍କ ପ୍ରତି ନିହାତି ଅନ୍ୟାୟ କରିବାକୁ ହବ ତା ହେଲେ-। ଆଛା, ତାହେଲେ ମୁଁ କଣ, ଯା' କିଛି ପାଣ୍ଠିପତର ଅଛି ତାକୁ ସବୁ ନେଇଯିବି କଉଚ। ଭଲା ଓଲା ଲୋକ ଏକେ, କଣ–ଚୋରି କରି ନବୁ ରାମ ରାମ–ରାମ। ଆରେ ତା' ଯା' ପଞ୍ଚୁଆ ଘରେ ଥୁଆ ହେଇଚି, ତା ଏବେ ତୋ ଘରେ ଥୁଆ ହେଇଥାଉ। ସେ ବା ତତେ ଖରାପ ଭାବିବ କାହିଁକି କହିଲୁ। ତା' ଘରେ ଅଛି ବୋଲି ତୁ ତାକୁ ଖରାପ ଭାବୁନୁ ତ ଆଉ– ନରୀ ସାମନାରୁ ଖଣ୍ଡେ କଳା ମେଘ ଯେମିତି